ଆଉ ତମେ ଯଦି ଚାହଁ, ଭିନ୍ନ ନାମରେ ଠିକ ଆମ ସିଟର ପଛକୁ ସିଟ୍ଟିଏ ଯୋଗାଡ଼ କରିବାର ବନ୍ଦୋବସ୍ତ କର। ମୋର ବିଶ୍ୱାସ, ସ୍ତ୍ରୀ ଲୋକମାନଙ୍କ ପ୍ରତି 'ଲା-ବେଲା'ରେ କୁଆଡ଼େ ବିଶେଷ ସମ୍ମାନ ରହିଛି। ତେଣୁ ସିଟ୍ଟିଏ ପାଇବାରେ ଅସୁବିଧା ହେବ ନାହିଁ। ଛାୟା ନୀରବରେ ସମ୍ମତି ଜଣେଇଲା ତା ହେଲେ ମୁଁ ଆସୁଛି। ଧୀର ପଦକ୍ଷେପରେ ସେ କୋଠରିରୁ ବାହାରିଗଲା ଛାୟା। ଶତ୍ରୁଜିତ୍ ପୁଣି ଥରେ ସରିତାର ଫଟୋଗ୍ରାଫ୍ ଉପରେ ଦୃଷ୍ଟି ସ୍ଥିର କଲେ। କେତେକ ସମୟ ତାକୁ ଲକ୍ଷ୍ୟ କରିବା ପରେ ବାହାରକୁ ଆସିଲେ। ରତନା ସହିତ ଦେଖା ହେଇଗଲା। ତୋ ଦେଈ କିମ୍ୱା ମୁଁ ରାତି ନଅଟା ପୂର୍ବରୁ ଫେରୁନାହୁଁ। କୁଆଡ଼ୁ ଫୋନ୍ ଆସିଲେ ଦୃଷ୍ଟି ରଖିବୁ। ରତନାର ଉତ୍ତରକୁ ଅପେକ୍ଷା ନ କରି ପ୍ରାସାଦର ବାହାରକୁ। ଆସିଲେ। ପର ମୁହୂର୍ତ୍ତରେ ପ୍ରିୟ ସ୍କୁଟରଟି ତାଙ୍କୁ ନେଇ ପୋଲିସ ଷ୍ଟେସନରେ ପହଞ୍ଚାଇଦେଲା। ରଜତ ବହିଦାରଙ୍କୁ ପାଇବାରେ ଅସୁବିଧା ହେଲା ନାହିଁ। କେତେକ ମୁହୂର୍ତ୍ତ ପୂର୍ବରୁ ସେ ବାହାରୁ ଫେରିଥିଲେ। ଆସନ୍ତୁ, ଆସନ୍ତୁ ଶତ୍ରୁଜିତ୍ବାବୁ, ଆଜି ହଠାତ୍ କେମିତି ଏଆଡ଼େ ମାଡ଼ିଆସିଲେ? ଚେୟାରରେ ବସୁ ବସୁ ଶତ୍ରୁଜିତ୍ କହିଲେ, ଛାୟା ପାଖରୁ ଶୁଣିଲି ଗତ ମାସ 'ଲା-ବେଲା' 'ଲା-ବେଲା' ହୋଟେଲ 'ଲା-ବେଲା' କଥା ଆପଣ କହୁଛନ୍ତି? ହଁ। ତା' ହେଲେ ଆପଣ ବି ତା ପଛରେ ପଡ଼ିଗଲେଣି? ନା, ସିମିତି କିଛି ନୁହେଁ। ତେବେ 'ଲା-ବେଲା'ରେ ହଠାତ୍ କାହିଁକି ଅନୁସନ୍ଧାନ ଆରମ୍ଭ କରିଦେଲେ ସେତକ ଜାଣିବା ମୋର ଦରକାର ଅବଶ୍ୟ।କାହିଁକି? ସେକଥା ପରେ ମୁଁ ଆପଣଙ୍କୁ କହିବି। ଏ ଅନୁସନ୍ଧାନରେ ବିଶେଷ କିଛି ଗୁରୁତ୍ୱ ନ ଥିଲା। ମୁଁ ଶୁଣିଲି, ହୋଟେଲ 'ଲା-ବେଲା' କେତେକ ଅସାମାଜିକ କାମରେ ଲିପ୍ତ ରହିଛି। ଅନୁସନ୍ଧାନରେ ମୁଁ ଯଦିଓ ଜାଣିପାରିଲି ସେଠାରେ ସେଇଭଳି କାମସବୁ ଚାଲିଛି, ତଥାପି ଆଇନଗତ ପଦକ୍ଷେପ କିଛି ନେବାଭଳି କୌଣସି ପ୍ରମାଣ ମୋର ଦୀର୍ଘ ପ୍ରଚେଷ୍ଟା ପରେ ବି ମିଳିଲା ନାହିଁ। ସେହି ହୋଟେଲର ମାଲିକ ବିଷୟରେ ତଥ୍ୟ ସଂଗ୍ରହ କଲେ । ମିଶ୍ର ଏଣ୍ତ ମିଶ୍ର ଏଣ୍ଟରପ୍ରାଇଜର୍ସର ସୌଭାଗ୍ୟ ମିଶ୍ର ଆପାତତଃ ବର୍ତ୍ତମାନ ପାଇଁ ତା'ର ମେନେଜିଂ ପାର୍ଟନର ଭାବରେ ରହିଛନ୍ତି। ଏହି ହୋଟେଲଟିରେ ଅନ୍ୟ ଯୋଉମାନଙ୍କର ମାଲିକାନା ସ୍ୱତ୍ୱ ରହିଛି ସେମାନେ ହେଲେ ଆଡ୍ଭୋକେଟ ଅଶୋକ ମହାନ୍ତି, ଡାକ୍ତର ସଦାନନ୍ଦ ମିଶ୍ର ଆଉ ରିଟାୟାର୍ଡ ପୋଲିସ ଇନ୍ସପେକ୍ଟର ଜର୍ଜ ପାତ୍ର। ଶତ୍ରୁଜିତ୍ଙ୍କ ଚକ୍ଷୁରେ ଚମକ ଖେଳିଉଠିଲା ,ସୌଭାଗ୍ୟ ମିଶ୍ର ତା'ର ମେନେଜିଂ ପାର୍ଟନର ! କ'ଣ ହେଲା? ନା, ସେମିତି କିଛି ନୁହେଁ। ତା' ହେଲେ ମିଷ୍ଟର ବହିଦାର, ଏଇ ଚାରିଜଣଙ୍କ ଭିତରୁ କେବଳ ସୌଭାଗ୍ୟ ମିଶ୍ର ତା'ର ଦେଖାଶୁଣା କରନ୍ତି। ଅନ୍ୟମାନେ ଦୂରରେ ରହୁଥିବାରୁ ଏ ସବୁ କାମ ସୌଭାଗ୍ୟ ମିଶ୍ରଙ୍କୁ ଦେଖିବାକୁ ପଡ଼େ। ମୋଟାମୋଟି କହିବାକୁ ଗଲେ ଏହି ଆଧୁନିକ ହୋଟେଲର ଅର୍ଦ୍ଧେକ ଅଂଶ ହିଁ ସୌଭାଗ୍ୟଙ୍କର। ଆଉ ତାଙ୍କ ତରଫରୁ ମେନେଜର ହୁସେନ ସମସ୍ତ ବୁଝାସୁଝା କରନ୍ତି। ଗଭୀର ଦୁର୍ଭାବନା ଭିତରେ ଯେମିତି ପଡ଼ିଯାଇଥିଲେ ଶତ୍ରୁଜିତ୍। ନିଜ କପାଳରେ ଫୁଟିଉଠୁଥିବା ସ୍ୱେଦବିନ୍ଦୁକୁ ରୁମାଲରେ ଅପସାରଣ କରି କହିଲେ ,ତା'ହେଲେ ଆପଣଙ୍କର ଅନୁମାନ ଜନରବ ଅସତ୍ୟ ନୁହେଁ? ନା ସୌଭାଗ୍ୟ ମିଶ୍ରଙ୍କ ସହିତ ଆପଣଙ୍କର ସାକ୍ଷାତ୍ ହେଇଥିଲା? ନା, ମେନେଜର ତାଙ୍କ ପାଖକୁ ଫୋନ୍ କଲାବେଳେ ସେ ବାହାରକୁ ଯାଇଥିଲେ। ସିଗାରେଟ ପ୍ୟାକେଟଟି ରଜତ ବହିଦାରଙ୍କ ହାତକୁ ବଢ଼ାଇଦେଇ ନିଜେ ଖଣ୍ତିକରେ ଅଗ୍ନି ସଂଯୋଗ କଲେ। ତା' ପରେ ଚେୟାର ଛାଡ଼ୁ ଛାଡ଼ୁ ପୁଣି ବସିପଡ଼ି କହିଲେ ମିଷ୍ଟର ବହିଦାର, ଏଇ କେତେଦିନ ଧରି 'ଲା-ବେଲା'ରେ ଏକ ବିଶେଷ ଧରଣର ନୃତ୍ୟ ପ୍ରୋଗ୍ରାମ ଚାଲିଛି ବୋଲି ଶୁଣିଲି। ଆପଣ କେବେ ତାହା ଦେଖିଛନ୍ତି?